ଭାଉଜ ଅଯଥାରେ ରାଗୁଛନ୍ତି। ତନୁ ବୁଝିପାରିଲା ମୌସୁମୀ ବିଭାଘରର କୌଣସି ଖବର ପାଇନାହିଁ। ତାକୁ ନେଇ ଥଟ୍ଟା ପରିହାସ କରିବାକୁ ଆଉ ମନ ହେଉଇନ୍ ହେଲାନାହିଁ। ପଚାରିଲା ପଢ଼ିଲିନି କାହିଁକି? ମୌସୁମୀ ହସିଲା। କହିଲା ମୋ ହାତରେ ସେ ସବୁ ହବନାହିଁ। ହେଲେ ମୁଁ କିନ୍ତୁ ଭାଉଜଙ୍କ ପାଖରୁ ସବୁ ରକମର ଜଳଖିଆ, ସବୁ ରକମର ତରକାରୀ ଶିଖି ପକାଇଛି। ଏଇଠି ମୁଁ ନିଜେ ତୁମମାନଙ୍କୁ ଦିନେ ସବୁ କରି ଖୁଆଇବି। ମୌସୁମୀର ସରଳତାର ତନୁ ମୁଗ୍ଧ ହେଲା। ତଥାପି ରସିକିତ କରି କହିଲା କେଉଁଠି, ତୁମର ଏ ଘରେ ନାଁ ଆମ ଘରକୁ ଯାଇ? ନିଃସ୍ୱଙ୍କଚରେ ଅମଳିନ ମୁହଁଟି ତୋଳି ମୌସୁମୀ ତନୁ ଆଡ଼େ ଚାହିଁ କହିଲା ନା, ଏଇ ଘରେ। ସେଠାକୁ ଗଲେ ତ ଟିକେ ବୁଝିଯିବି। ରାନ୍ଧିବି କେତବେଳେ? ତୁମ ଘରେ ଫିଷ୍ଟ୍ କଲେ ଅବଶ୍ୟ ଅଲଗା କଥା। ତେବେ ଖଣ୍ଡଗିରି ପରି ଜାଗାମାନ ଥାଉ ଥାଉ ଘର ଭିତରେ ବା କାହିଁକି ରାନ୍ଧି ଖାଇବା! ତନୁ ଭାଉଜଙ୍କ ଚନ୍ଦ୍ରମା ପରି ମୁଖକୁଉରେ ନିର୍ମଳ ମନରେ ଛାଇ ଦେଖି ହୃଷ୍ଟ ହେଲା। ପଚାରିଲା ତୁମେ ସିଲାଇ ଫିଲେଇ ବହୁତ ଜାଣିଥିବ ତ? ହଁ, ଏମ୍ବ୍ରୋଡୋରୀ, ଉଲ୍‌କାମ, ସାର୍ଟ-ପ୍ୟାଣ୍ଟ, ବ୍ଲାଉଜ୍, ଫ୍ରକ୍ କାଟିବା ଏ ସବୁ ପାରେ। ଖାଲି ପଢ଼ାପଢ଼ି କରି ପାରେନି । ଏତେକ କହି ହସିଉଠିଲା। କୁଳୁକୁଳୁ ଝରଣା ପରି ସେଇ ହସ ତନୁର ଗମ୍ଭୀର୍ଯ୍ୟର ଗମ୍ବୁଜ ଭାଙ୍ଗି ଗୁଣ୍ଡା ଗୁଣ୍ଡା କରିଦେଲା। ସିଏ ବି ହସିଉଠିଲା ମନଖୋଲା ହସ। କଥା ଛଳରେ ସବୁ ଖବର ସେ ଜାଣିନେଲା। ତା’ପରେ କହିଲା ଆଚ୍ଛା, ତୁମକୁ ଭୁବନେଶ୍ୱର ଭଲ ଲାଗୁଛି ନା ଦିଲ୍ଲୀ ଭଲ ଲାଗେ? ମୌସୁମୀ ନିର୍ବିକାର ଉତ୍ତର ଦେଲା ମୋ ଭାଉଜ ଯେଉଁଠି ଥିବେ, ମୋତେ ସେଇଠି ଭଲ ଲାଗେ। ଦିଲ୍ଲୀରୁ ସେ ଏଠାକୁ ଚାଲିଆସିବା ପରେ ଯେଉଁ କେତୋଟି ଦିନ ଏକୁଟିଆ ରହିଲି, ମୋତେ ଲାଗିଲା ସେତିକି ମୁଁ ଗୋଟାଏ ଅତଳାନ୍ତ ଖାଦରେ ପଡ଼ିଚି। ମୋ ନିଃଶ୍ୱାସ ରୁନ୍ଧି ହୋଇଆସିଲା। ଭାଇନାଙ୍କ ସହିତ ପଳାଇ ଆସିବାକୁ ବାଟ ପାଇଲିନି। ତନୁ ହସିଲା। କହିଲା ତୁମେ ତ ନିଶ୍ଚୟ ଶାଶୂଘରକୁ ଯିବ। ସେତେବେଳେ କିପରି ରହିବ ତନୁ ଭାଉଜଙ୍କୁ ଛାଡ଼ି? ନିର୍ବାକ୍ ହୋଇ କିଛି ସମୟ ତନୁ ମୁହଁକୁ ଚାହିଁ ରହିଲା ମୌସୁମୀ। ତା’ ପରେ ଆଖି ଦୁଇଟି ବନ୍ଦ କଲା। ତନୁ ମୁ ମୁରଦୁ ମୁରଦୁ ହସି କହିଲା କ’ଣ ହେଲା, ଚୁପ୍ ରହିଲ କାହିଁକି? ମୋ କଥାର ଉତ୍ତର ଦିଅ। ତଥାପି ମୌସୁମୀ ମୁଣ୍ଡ ତଳକୁ ଝୁଲାଇ ରହିଥିବା ଦେଖି ତନୁ ଦୁଇ ହାତରେ ତା’ର ଝାଉଁଳିଆ ମୁହଁଟି ତୋଳି ଧରିଲା। ଦେଖିଲା ମୌସୁମୀର ବିଶ୍ବାଳ ନୟନରେ ଶ୍ରୀ ଶ୍ରାବଣର ବାରିଧାରା। ତନୁର ଦୁଇଟି ହାତପାପୁଲିରେ ବିନ୍ଦୁ ବିନ୍ଦୁ ହୋଇ ଅଶ୍ରୁକଣା। ଓଦା ହୋଇଗଲା ପାପୁଲି ଦୁଇଟି। ମନ ବି ହେଲା ଓଦା। ସସେୟା କଣ୍ଠରେ ତନୁ କହିଲା ଛି ଛି, ଏ ସାମାନ୍ୟ କଥାରେ ଏପରି କାନ୍ଦନ୍ତି? ମୁଁ ଏମିତି ଗୋଟେ କହିଦେଲି ନା! ମୌସୁମୀ ହାତ ଓଲଟାଇ ଲୁହ ପୋଛି ପୋଛି କହିଲା ଏଇ ଗୋଟିଏ କଥାକୁ ମୁଁ ଭାରି ଡରେ। ଆମ ଘର ଛାଡ଼ି ମୁଁ ଆଉ କେଉଁଆଡ଼େ ଚାଲିଯିବି, ଏ କଥା ଭାବିପାରେନି ନାନୀ। ଏଆଡ଼େ ଅଳକା ଆଉ ଅପରାଜିତାଙ୍କର ସବୁ କଥା ସରିଥିଲା। ଆଉ ଆଠ ଦିନ ପରେ ନିର୍ବନ୍ଧ। ସ ସବୁ ସ୍ଥିର ହୋଇଗଲା ପରେ ଅପରାଜିତା କହିଲା ମୌସୁମୀକୁ ଡାକ ମାଆ, ତାକୁ ଆଉ ଟିକେ ଦେଖି ଚାଲିଯାଅ। ରାତି ହୋଇଗଲାଣି। କେତେ ଯେ ସିଏ ଭଲ ଲାଗୁଛି ମୋତେ, କ’ଣ କହିବି ଆଉ! ଦିନ ପରେ ଦିନ ତାକୁ ଦେଖୁଥିଲେ ବି ମୋର ଆଖି ପ ପୁରିବନି କି ମନ ଭରେଇବନି। ତନୁ ଦିନେ ଘର ଖାଲି କରି ଚାଲିଯିବ। ମୌସୁମୀ ମାଆ ମୋର ଏକାଧାରାରେ ଝିଅ ହୋଇପାରିଛି, ଆଉ ବୋହୂ ହୋଇପାରିଲେ ମୁଁ କେତେ ଖୁସି ହେବି! ବୋହୂ ହୋଇ ଆସନ୍ତି ସମସ୍ତେ, ଝିଅ ହୋଇ ପାରି ପାରନ୍ତିନି ଅନେକ। ଅଳକାଙ୍କ ମୁହଁରେ ଦୃଢ଼ତାର ଛାପ। କହିଲେ ମାଉସୀ, ଆପଣ ଯାହା ଚାହିଁବେ ତାହା ପାଇବେ ମୋ ମୌସୁମୀ ଭିତରୁ। ଯେପରି ଚଳାଇବେ ସେ ସେପରି ଚଳିବ। ମୁଁ କଥା ଦଉଚି, ଆପଣ ତା’ଠାରୁ କେବେହେଲେ ଦୁଃଖ ପାଇବେନି। ଏତିକିବେଳେ ତନୁ ଆଉ ମୌସୁମୀ ଘରେ ପଶିଲେ। ଅପରାଜିତା ମୌସୁମୀକୁ ଦେଖି କୋଳକୁ ଟାଣିଆଣିଲେ। ଚିବୁକ ଧରି ଆଦର କଲେ। ତା’ପରେ ଅଳକାଙ୍କୁ ଡାକରେ ଖାଇବାକୁ ଚାଲିଗଲେ। ଖାଇପିଇ ସାରି, ଆଉ କିଛି ସମୟ ଗ ଗଳ୍ପ କରି ସେମାନେ ବାହାରିଲେ ଯିବାକୁ।